କଲେଜରେ ହରିଜନ ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ ସ୍ଥାନ ଭିତରୁ କେତେକ ମିଥ୍ୟା ସାର୍ଟିଫିକେଟରେ ସବର୍ଣ୍ଣମାନେ ମାରି ନେଉଛନ୍ତି। ସାର୍ଟିଫିକେଟ ଦେଉଛନ୍ତି ତହସିଲଦାର, ସରପଞ୍ଚ ବା ଏମ. ଏଲ. ଏ.। ଏ ପ୍ରକାର ସାର୍ଟିଫିକେଟ ଦେବାର ମୂଲ୍ୟ ମଧ୍ୟ ନିଆହେଉଛି। ଏହା ଏପରି ବ୍ୟାପକ ଯେ ଗାଁ ଗହଳରେ ଏହି କଥା ହିଁ ପ୍ରଥମେ ଶୁଣିବାକୁ ହେବ। କେବଳ ଓଡ଼ିଶାରେ ନୁହେଁ ଅନ୍ୟତ୍ର ମଧ୍ୟ ଏହି କାମ ଚାଲିଛି। ରାଞ୍ଚିରେ ଏହା ବେଶି ବ୍ୟାପକ ବୋଲି ମୁଁ ଜାଣେ। ଏଥିରେ ଆଦିବାସୀମାନେ ଯଦି ଉତ୍କ୍ଷିପ୍ତ ହୁଅନ୍ତି, ତେବେ ସେଥିପାଇଁ ଦାୟୀ କିଏ? ସେହିପରି ଆଇନ ହୋଇଛି ବିନା ସରକାରୀ ଅନୁମତିରେ ଆଦିବାସୀମାନେ ଜମି ହସ୍ତାନ୍ତର କରିପାରିବେ ନାହିଁ। ଏଣେ ନୀତି ହୋଇଛି ଯେ ଆଦିବାସୀମାନଙ୍କୁ ଜମି ଦିଆହେବ। ଆଦିବାସୀମାନେ ଶିକ୍ଷିତ ବା ଚତୁର ନୁହନ୍ତି ବା ଆଇନର ପେଞ୍ଚପାଞ୍ଚ ସେମାନେ ବୁଝନ୍ତିନାହିଁ। ଏହାରି ସୁବିଧା ନେଲେ ସବର୍ଣ୍ଣ ଲୋକେ ଏବଂ ଅନେକ ସରକାରୀ କର୍ମଚାରୀ ମଧ୍ୟ ଆଦିବାସୀମାନଙ୍କଠାରୁ ଟିପ ନେଇ ଜମିପାଇଁ ଦରଖାସ୍ତ ଓ ତାହାରି ସାଙ୍ଗେ ସାଙ୍ଗେ ଟିପ ନେଇ ଜମି ବିକ୍ରି କରିବାକୁ ଅନୁମତି ପାଇଁ ଦରଖାସ୍ତ ସଂଗ୍ରହ କରୁଛନ୍ତି। ଆଗେ ଜମି ଦରଖାସ୍ତ ଦାଖଲ ଜମି ନିଆହେଲା, ପୁଣି କିଛି ଦିନପରେ ବା କେତେ ମାସରେ ଜମି ବିକ୍ରି ପାଇଁ ଅନୁମତି ଦରଖାସ୍ତ ଦାଖଲ ହେଲା। ଏସବୁ ଦରଖାସ୍ତ ବିଚାର କରିବା ବା ଏଗୁଡ଼ିକ ଉପରେ ରିପୋର୍ଟ ଦେବା ଅଫିସର ମୂଳରୁ ଏ ଠକାମି ସହିତ ସଂପୃକ୍ତ ବା ରୀତିମତ ତଦନ୍ତ କରିବାପାଇଁ ଅଯୋଗ୍ୟ। ନୀଳଗିରିରେ ଓ ସମ୍ବଲପୁର ହୀରାକୁଦ ଫେରିଫେରି ଅଞ୍ଚଳରେ ଏ ବିଷୟରେ ନିଜେ ଅନୁସନ୍ଧାନ କରି ଏହା ଲେଖିଛି। ସମ୍ବଲପୁର ସମ୍ବନ୍ଧୀୟ ତଦନ୍ତର ବିବରଣୀ ରାଜସ୍ୱ ମନ୍ତ୍ରୀଙ୍କଠାକୁ ପଠାଇ ଦେଇଛି; ମାତ୍ର ମୁଁ ଭାବୁଛି ଫଳ କିଛି ହେବନାହିଁ। କାରଣ ଯେଉଁ ବ୍ୟାପାରରେ ଉପରିସ୍ଥ କର୍ମଚାରୀ ଜଡ଼ିତ ସେଠି ମନ୍ତ୍ରୀ କିଛି କରି ପାରିବା ଅତି କଠିନ ବ୍ୟାପାର। ନୀଳଗିରି ସମ୍ବନ୍ଧରେ ମୋର ସୂଚନା ହେଉଛି, ଜମି ବିକ୍ରି କରିବାପାଇଁ ଆଦିବାସୀମାନଙ୍କ ପକ୍ଷରୁ ଯେଉଁ ଶହ ଶହ ଦରଖାସ୍ତ ପଡ଼ିଛି,। ସବୁକୁ ନାମଞ୍ଜୁର କରି ଦିଆଯାଉ। ଯଦି ପ୍ରକୃତରେ ଆସିବାସୀମାନେ ଜମି ବିକ୍ରି କରିବାପାଇଁ ବ୍ୟାକୁଳ, ସେମାନେ ସ୍ୱର ଉଠାଇବେ ଜମି ବିକ୍ରିର ଅଧିକାର ପାଇଁ। ଏ ସ୍ୱର ଜମି ପାଇବାପାଇଁ ସ୍ୱରର ପ୍ରତିଷେଧକ ହେବ; ମାତ୍ର ମୁଁ ଯେତେଦୂର ଜାଣେ କୌଣସି ନାଁ କୌଣସି କାରଣ ଦେଖାଇ ଜମି ବିକ୍ରି ପାଇଁ ଅନୁମତି ଦିଆହେବ-। ଏଣେ ଜମି ବିକ୍ରି, ତେଣେ ଜମି ପାଇଁ ଆନ୍ଦୋଳନ ଏହି ଯୁକ୍ତି ଦେଖାଇ ଉପରେ ଆଦିବାସୀମାନଙ୍କୁ ସମାଲୋଚନା କରିପାରୁ; କିନ୍ତୁ ସେମାନଙ୍କୁ ତୀର ଧନୁ ବ୍ୟବହାର କରିବାପାଇଁ ପ୍ରବର୍ତ୍ତାଇବାକୁ ଲୋକ ବାହାରିଛନ୍ତି। ମୋର ବ୍ୟକ୍ତିଗତ ଜ୍ଞାନର ଯେତେ ଉଦାହରଣ ଅଛି, ସବୁ ଗୋଟି ଗୋଟି କରି ଦେଲେ ଏକ ବିରାଟ ବହିହେବ। ସେଥିପାଇଁ ହିଂସାତ୍ମକ କାର୍ଯ୍ୟକ୍ରମଆଡ଼େ ଲୋକଙ୍କୁ ପ୍ରବର୍ତ୍ତାଇବା ସହଜ ହେଉଛି। ଏହାର ପ୍ରତିକାର କିଛି ଖୋଜି ବାହାର କରିବାକୁ ହେବ। ଶନିବାର ସାଧାରଣ ଲୋକେ, ବିଶେଷତଃ ଭାରତରେ ଗଣତନ୍ତ୍ର ପଦ୍ଧତିରେ ଅଭ୍ୟସ୍ତ ନୁହନ୍ତି। ଲୋକେ ରାଜ୍ୟର ଶାସନରେ ପରମ୍ପରାକ୍ରମେ ଅଭ୍ୟସ୍ତ। ଅର୍ଥାତ୍ ଜଣେ କେହି ସବୁ ବିଷୟ ବୁଝି ଶୀଘ୍ର ନିଷ୍ପତ୍ତି କରିଦେଉ, ଏହା ହିଁ ଲୋକେ ଚାହାନ୍ତି ଓ ସେଇଥିରେ ଲୋକେ ସନ୍ତୁଷ୍ଟ ହୁଅନ୍ତି। କ୍ରମେ ରାଜ୍ୟଶାସନ ଅପ୍ରିୟ ହେବାରୁ ପ୍ରତିନିଧିମୂଳକ ଶାସନ ପ୍ରତି ଲୋକେ ଆକୃଷ୍ଟ ହେଲେ। ପ୍ରତିନିଧିମୂଳକ ଶାସନ